ଏହା ଅଯଥା ଭାବବୋଧ। ଏ ଦ୍ଵୀପରେ ଆଜକୁ ବହୁ ବର୍ଷ ପୂର୍ବେ ଯେଉଁ ଘଟଣା ଘଟିଥିଲା ତାହାର ଏକ ବିବରଣୀ ଏବେ ସରକାରଙ୍କ ହାତକୁ ଆସିଛି। ଏକ ଆଲୁମିନିୟମ ବୋତଲରେ ଏଇଟି ସମୁଦ୍ରରେ ଭାସୁଥିଲା। ଏଇ ତ ତାହାର ଗୋଟାଏ ନକଲ ମଧ୍ୟ ମୋ ପାଖରେ ଅଛି। ମୋର ତଦନ୍ତ ସରିଯାଇଛି। ତମେ ପଢ଼। ଏଇଟି ମିଳିଛି ଗୋଟିଏ ନୋଳିଆ ପାଖରୁ। ସେ ଝଡ଼ରେ ସମୁଦ୍ରରେ ପାଇ ପୋଲିସ ଜିମା କରିଥିଲା। ଯୁବକ ପଢ଼ିଲେ ପ୍ରତିଲିପିଟି, ପିଲାବେଳୁ ମୁଁ ଅନ୍ତରରେ ବିପରୀତ ଦ୍ଵନ୍ଦ୍ୱ ଅନୁଭବ କରୁଛି। ମୁଁ ମୋର ବକ୍ତବ୍ୟ ସମୁଦ୍ର ଗର୍ଭରେ ଭସାଇ ଦେଇଗଲି। ଗୋଟାଏ ବୋତଲ ଭିତରେ ଏକ ବକ୍ତବ୍ୟ ବନ୍ଦ କରି ଜଉମୁଦ ଦେଇ ପାଣିରେ ସମୁଦ୍ରରେ ଭସାଇଦେଲି। ଦିନେ ହୁଏତ ଏହା ଲୋକଲୋଚନରେ ଆସିବ। ମୁଁ କିନ୍ତୁ ନ ଥିବି। ପିଲାବେଳେ ମୁଁ ଛୋଟ ଛୋଟ ଜୀବଜନ୍ତୁଙ୍କୁ କଷ୍ଟ ଦେବାକୁ ଭଲ ପାଉଥିଲି। ବଡ଼ ହେବା ପରେ ହତ୍ୟା କରିବାର ପ୍ରବଳ ବେଗ ଅନୁଭବ କଲେ ମଧ୍ୟ ନିରପରାଧ ପ୍ରତି ଥିଲା ମୋର ଗଭୀର ସହାନୁଭୂତି। ମୁଁ ନିରପରାଧକୁ ରକ୍ଷା କରିଛି ଏବଂ ନିୟମ ଉଲ୍ଲଂଘନକାରୀକୁ ଶାସ୍ତି ଦେଇଛି। ବିପରୀତ ଏବଂ ପରସ୍ପର ବିରୋଧୀ ବୃତ୍ତିଗୁଡ଼ିକ ମୋ ମନରେ ସର୍ବଦା ଦ୍ଵନ୍ଦ୍ୱ ସୃଷ୍ଟି କରେ। ମୋତେ ସବୁଦିନ ଗୋଟିଏ ଗୋଟାଏ ହତ୍ୟାଲୀଳା କରିବାକୁ ପ୍ରଲୁବ୍ଧ କରେ। ମୁଁ ଇଜଲାସରୁ ଅବସର ନେଲି। ମୋତେ ପ୍ରଚୁର ଅବସର ମିଳିଲା। ମୁଁ ତ ବିବାହ କରି ନ ଥିଲି ତେଣୁ ମୋର ପ୍ରୟୋଜନ କମ୍ ଥିଲା। ଦେହଟା ବି ଭଲ ନ ଥିଲା। ମୁଁ ଅନୁଭବ କରୁଥିଲି ଯେ ମୋର ଆୟୁ ଶୀଘ୍ର କମିଯାଉଛି। ଶେଷରେ ଦିନେ ସୁଯୋଗ ଆସିଲା। ମୋର ମନରେ ପୁରାତନ ଦ୍ଵନ୍ଦ୍ୱ ସଜାଗ ହୋଇଉଠିଲା। ଆଇନ ଯେଉଁ ଅପରାଧର ସ୍ପର୍ଶ ପାଏନା, ଅର୍ଥାତ୍ ଅନେକ ଅପରାଧୀ ଅଛନ୍ତି ଯେଉଁମାନଙ୍କୁ ଆଇନ କାବୁ କରି ପାରେନା, ଏହିପରି ଜଣ ଜଣଙ୍କର ଖବର ନେଲି। ଦଶ ଜଣଙ୍କର ଘଟଣା। ଏମାନେ ଅପରାଧୀ କିନ୍ତୁ ଆଇନ ଆଖିରେ ଏମାନେ ନିର୍ଦ୍ଦୋଷ, ସମାଜର ବେଶ୍ ସୁସ୍ଥ ବ୍ୟକ୍ତି। ମୋର ଦଶମ ଅପରାଧୀ ହେଲା ମରିସ। ସେ ଚୋରା କାରବାର, ଚୋରା ମାଲ ବିକ୍ରି କରେ ଏବଂ ଆହୁରି ଅନେକ ନିଷିଦ୍ଧ କାରବାର କରେ। ମୁଁ ଏହି ମରିସ ଦ୍ଵାରା ଓଡ଼ିଶାର ଚିଲିକା କୂଳରେ ସମୁଦ୍ର ଭିତରେ ବରିକୁଦ ଦ୍ଵୀପ କିଣିପକାଇଲି। ଯେଉଁମାନେ ଏହି ଦ୍ଵୀପକୁ ଆସିଥିଲେ ସେମାନେ ରାଜାବାହାଦୁରକୁ ଜାଣି ନ ଥିଲେ ମଧ୍ୟ ପଦମର୍ଯ୍ୟାଦା ପାଇଁ ଆସିଥିଲେ। ସତ କଥା କହିଲେ, ଅଳ୍ପ ସମୟ ପୂର୍ବେ ରାଜାବାହାଦୁରଙ୍କ ମୃତ୍ୟୁ ଘଟିଥିଲା ଏବଂ ସ୍ୱୟଂ ମହାରାଣୀ ଏ ନଅର ଛାଡ଼ି ଚାଲିଯାଇଥିଲେ। ବରିକୁଦ ଦ୍ଵୀପକୁ ଯିବା ପୂର୍ବରୁ ମରିସକୁ ମୁଁ ନିଦ କ୍ୟାପସୁଲ ଦେଇଥିଲି। ବୋଧହୁଏ ସେ ନିଦରୁ ଆଉ ଉଠିନାହିଁ। ଅପରାଧର ଗୁରୁତ୍ଵ ଅନୁସାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ପ୍ରବୀଣକୁମାର ଓ ରଘୁନାଥର ସ୍ତ୍ରୀ ମାଳତୀର ମୃତ୍ୟୁ ହେଲା। ଏମାନଙ୍କର ମୃତ୍ୟୁ ହେଲା ଯନ୍ତ୍ରଣାହୀନ। ଗ୍ରାମୋଫୋନ ରେକର୍ଡ଼ ଚାଲିଥିବା ବେଳେ ପ୍ରବୀଣକୁମାରର ପାତ୍ରରେ ଦେଇଥିଲି ପଟାସିୟମ୍ ସାୟାନାଇଡ୍। ରଘୁନାଥର ସ୍ତ୍ରୀ ମାଳତୀର ବ୍ରାଣ୍ଡିରେ ମିଶାଇଥିଲି ନିଦର ଔଷଧ। ନେତା ମଥୁରାନନ୍ଦକୁ ହତ୍ୟା କରିବାରେ ମୁଁ ଦୁଃଖ ଅନୁଭବ କରିନି। କାରଣ ଏହି ନେତାଗୁଡ଼ିକ ହିଁ ଆମ ଦେଶର ଶୟତାନ, ପାଜି, ଦୁଃଖର କାରଣ। ସମୟ ପଡ଼ିଲେ ଏମାନେ ଆଇନକୁ କବଳିତ କରନ୍ତି ଆଉ ଦୁଷ୍ଟ ଲୋକକୁ ପ୍ରଶ୍ରୟ ଦିଅନ୍ତି। ମୁଁ ମଥୁରାନନ୍ଦ ପଛରେ ଠିଆ ହୋଇ ସାମାନ୍ୟ ଆଘାତ ଦେଲି, ବେଶ୍ ସେତିକିରେ ଶେଷ। ରଘୁନାଥ ବିଦାୟ ନେଲା। ତାକୁ ଯେତେବେଳେ ଖୋଜା ଚାଲିଛି ମୁଁ ରିଭଲଭର ଟି ଡ୍ରୟାରରୁ ନେଇ ପଳାଇଥିଲି, ଆଉ ଶ୍ରୀମତୀ ବିନୋଦିନୀର କଫିରେ ମିଶାଇଦେଇଥିଲି ନିଦ ଔଷଧ। ନିଦରେ ଅଚେତନ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କଲେ।